' ମି: ପାତ୍ରଙ୍କ ମୁଖମଣ୍ଡଳରୁ ଦୃଷ୍ଟି ଫେରାଇଆଣି ଏସ୍. ପି. ସାହେବଙ୍କ ଉପରେ ଦୃଷ୍ଟି ନିବଦ୍ଧ କଲେ ଶତ୍ରୁଜିତ। ତାଙ୍କ ମୁଖମଣ୍ଡଳରୁ ରହସ୍ୟର ପାଖୁଡ଼ା ଯେମିତି ଝରୁଥିଲା। ମି:ପାତ୍ର ଗମ୍ଭୀର କଣ୍ଠରେ କହିଲେ, 'ସ୍ନେହର ଯୋଉ ରହସ୍ୟଜନକ ଆଚରଣ କଥା ଆପଣ କହିଲେ ମୁଁ ତାହା ବିଶ୍ୱାସ କରିପାରୁନାହିଁ, ମି:ଶତ୍ରୁଜିତ! ସର୍ବୋପରି ତା'ର ଯେ କୌଣସି ଶତ୍ରୁ ଥାଇପାରନ୍ତି ସେକଥା ମୋର କଳ୍ପନାର ବାହାରେ। ତଥାପି ତା'ର ମୃତ୍ୟୁକୁ ଅସ୍ୱୀକାର କରିହେବ ନାହିଁ। ' 'ଜୟନ୍ତୀ ମହାପାତ୍ରକୁ ଆପଣ ଜାଣନ୍ତି? ' ଶତ୍ରୁଜିତ ପଚାରି ଉଠିଲେ। 'ଜାଣେ। ' 'ତାକୁ ଯଦି ସ୍ନେହର ହତ୍ୟାକାରିଣୀ ବୋଲି ଧରିନିଆଯାଏ, ଆପଣ କ'ଣ ଅବିଶ୍ୱାସ କରିବେ? 'ମି:ଶତ୍ରୁଜିତ!! 'ମି:ପାତ୍ରଙ୍କ କଣ୍ଠରୁ ବିସ୍ମୟ ଯେମିତି ଝରିପଡ଼ୁଥିଲା। 'ଅନନ୍ତ ଦାସଙ୍କ ପରିବାର ଭିତରେ ଅନ୍ୟମାନଙ୍କୁ ବାଦ୍ଦେଲେ ସ୍ନେହଲତା ଦେବୀ ତାଙ୍କୁ ଖୁବ୍ ଘୃଣା କରୁଥିଲେ। ଏପରିକି ତାର ଛାଇ ସୁଦ୍ଧା ଦେଖିବାକୁ ସେ କୁଣ୍ଠିତ ବୋଧ ମନେ କରୁଥିଲେ। ହୁଏତ ଏଇଥିପାଇଁ. ' ମି:ପାତ୍ର କଣ ଭାବିଲେ। ତା'ପରେ ଅନୁଚ୍ଚ କଣ୍ଠରେ କହିଲେ, 'କେବଳ ଯେ ଏଇ ଘୃଣା ବା ବିଦ୍ୱେଷକୁ କେନ୍ଦ୍ର କରି ନରହତ୍ୟା ପରି ଏକ ଜଘନ୍ୟ ଅପରାଧ କରିବାକୁ କେହି ଯାଇପାରେ, ତା ମୁଁ ବିଶ୍ୱାସକରି ପାରୁନାହିଁ, ମି:ଶତ୍ରୁଜିତ! ' 'ଆପଣଙ୍କ ଯୁକ୍ତି ଅସଙ୍ଗତ ନୁହେଁ। କେବଳ ଯେ ଘୃଣା ବା ବିଦ୍ୱେଷକୁ କେନ୍ଦ୍ର କରି ଏଇ ହତ୍ୟାକାଣ୍ଡ ସଂଘଟିତ ହେଇପାରିଥାଏ, ତାହା ଆପଣଙ୍କ ପରି ଆମେମାନେ ମଧ୍ୟ ବିଶ୍ୱାସ କରିପାରୁନାହିଁ। ' 'ତା'ହେଲେ? ' 'ନିଶ୍ଚୟ ଜାଣିଥିବେ, ଅନନ୍ତ ଦାସ ତାଙ୍କର ଜୀବିତାବସ୍ଥାରେ ସମଗ୍ର ସମ୍ପତ୍ତିକୁ ଦୁଇଭାଗ କରିଦେଇଥିଲେ। ଗୋଟିଏ ଭାଗ ନିଜ ନାମରେ ରଖି ଅପର ଭାଗକ ମିସେସ ପାତ୍ର ଆଉ ମାଳିନୀ ଦେବୀଙ୍କୁ ସମାନ ସମାନ ଅଂଶରେ ବାଣ୍ଟିଦେଇଥିଲେ। ' 'ଜାଣେ। ' 'ତାଙ୍କ ନିଜ ନାମରେ ଯୋଉ ଅର୍ଦ୍ଧକ ରହିଲା ତା'ରି ଭିତରୁ ଚାରି ଏକର ଜମି ମାଇନିଂ ଏରିଆ ମଧ୍ୟରେ ରହିଥିଲା, ଯୋଉ ଏରିଆ ଭିତରେ ମୂଲ୍ୟବାନ ଖଣିଜ ଧାତୁ ଥିବାର ଭୂତତ୍ତ୍ୱବିତ୍ମାନେ ସୂଚନା ଦେଇଥିଲେ। ମୋର ଯେତେ ଦୂର ବିଶ୍ୱାସ, ଆପଣ ଏ ବିଷୟ ନିଶ୍ଚୟ ଜାଣିଥିବେ। 'ମି: ପାତ୍ର ଇତସ୍ତତଃ ହୋଇଉଠି କହିଲେ,'ଜାଣେ। କିନ୍ତୁ ତା ସହିତ ଏ ଘଟଣାରେ ସଂପର୍କ କ'ଣ? ' 'ଅଛି, ମି:ପାତ୍ର! ଆପଣ ପ୍ରଥମରୁ କହିଥିଲେ, କେବଳ ଘୃଣା ବା ବିଦ୍ୱେଷ ନେଇ ନରହତ୍ୟା ପରି ଏକ ଜଘନ୍ୟ ଅପରାଧ କେହି କରିବା ଉଚିତ ମନେକରନ୍ତି ନାହିଁ। କିନ୍ତୁ ସ୍ୱାର୍ଥସାଧନ ପାଇଁ ହତ୍ୟାକାଣ୍ଡ ପରି ଏକ ଜଘନ୍ୟ ଅପରାଧ କରିବା ପୃଥିବୀ ଇତିହାସରେ ବିରଳ ନୁହେଁ। ' କିନ୍ତୁ ସେଥିରେ ଜୟନ୍ତୀର ସ୍ୱାର୍ଥ କ'ଣ? ' 'ଜୟନ୍ତୀ କିମ୍ବା ସ୍ନେହ କାହାର ସ୍ୱାର୍ଥ ସେଥିରେ ଅଧିକ ଥିଲା ତାହା ଅନୁମାନ କରିବା ସହଜସାଧ୍ୟ ନୁହେଁ। ଆପଣ ଜଣେ ମାଇନିଙ୍ଗ ଇଞ୍ଜିନିଅର। ଅନେକଗୁଡ଼ିଏ ମାଇନସ ଆପଣ ପରିଚାଳନା କରୁଛନ୍ତି। ସ୍ନେହଲତା ଆପଣଙ୍କର ସ୍ତ୍ରୀ। ' ଶତ୍ରୁଜିତ ଅଟକିଲେ। ମି:ପାତ୍ର ସନ୍ଦେହ ଭିତରେ ପଡ଼ୁଥିଲେ। ସେ ଦୁର୍ବୋଧ୍ୟ ଭାବରେ ତାଙ୍କୁ ଅନାଇ। ରହି କହିଲେ, 'ମୁଁ ଆପଣଙ୍କ କଥା ବୁଝିପାରିଲି ନାହିଁ। ' 'ବିଶ୍ୱସ୍ତ ସୂତ୍ରରୁ ମୁଁ ସମ୍ବାଦ ପାଇଛି, ସେଇ ଚାରି ଏକର ଜମି ନିଜ ନାମରେ କରାଇନେବାପାଇଁ ମିସେସେ ପାତ୍ର ଅନନ୍ତ ଦାସଙ୍କୁ ବହୁ ଅନୁରୋଧ କରିଥିଲେ। କେବଳ ଅନନ୍ତ ଦାସଙ୍କୁ ଯେ ସେ ଏଥିପାଇଁ ଅନୁରୋଧ କରିଥିଲେ ତାହା ନୁହେଁ, ମାଳିନୀ ଦେବୀଙ୍କ